ସାବିତ୍ରୀ ଶତ ବର୍ଷ ଗତ ହେଲାଣି ପୁଷ୍କର ତୀର୍ଥରେ। ସ୍ୱାମୀ ସ୍ତ୍ରୀ ଉଭୟେ ସଂଯତ ଚିତ୍ତ। ଉଭୟେ ତପମଗ୍ନ ସନ୍ନ୍ୟାସୀଙ୍କ ପରି। ତଥାପି ଆରାଧ୍ୟଙ୍କର ଦର୍ଶନ ନାହିଁ। ଉଭୟଙ୍କର ଜପତପ ନିଷ୍ଫଳରେ ପର୍ଯ୍ୟବେଶିତ। ଯେତିକି ଦିନ ଗତ ହେଉଛି ସେତିକି ସେମାନେ ଚିନ୍ତାକୁଳ। ଐଶ୍ୱର୍ଯ୍ୟର ଅଭାବ ନାହିଁ ତାଙ୍କର। ମଦ୍ରଦେଶରେ ରାଜା ଓ ରାଣୀ ସେମାନେ। ସଦୟ ପ୍ରକୃତି ଯୋଗୁ ପ୍ରଜାମାନେ ତାଙ୍କୁ ଦେବତାଭଳି ମାନନ୍ତି। ତାଙ୍କର ଯଶ ଓ ସୁନାମ କେବଳ ତାଙ୍କ ରାଜ୍ୟ ନୁହେ ବିଭିନ୍ନ ରାଜ୍ୟରେ ମୁଖରିତ। ସମସ୍ତ ଐଶ୍ୱର୍ଯ୍ୟର ଅଧିକାରି ହୋଇ ମଧ୍ୟ ସେ ନିଃସନ୍ତାନ। ରାଣୀ ତାଙ୍କର ବନ୍ଧ୍ୟା। ଦାନ ଧ୍ୟାନ ଯେତେକଲେ ମଧ୍ୟ ସେ ଦୋଷରୁ ସେ ନିଷ୍କୃତି ପାଉ ନାହାନ୍ତି। ଏକଦା ମହର୍ଷି ବଶିଷ୍ଠ ରାଣୀ ମାଳତୀଙ୍କୁ ଉପଦେଶ ଦେଇଗଲେ, ମହାଦେବୀ ସାବିତ୍ରୀଙ୍କ ଆରାଧନା ପାଇଁ। ତାଙ୍କ ଉପଦେଶ ମତେ ରାଣୀ ସନ୍ୟାସିନୀଙ୍କ ପରି ମହାଦେବୀ ସାବିତ୍ରୀଙ୍କ ବ୍ରତରେ ବ୍ରତୀ। ସେ ଏକମାତ୍ର ନିଃସନ୍ତାନଙ୍କ ଆଶ୍ରୟା। ଯାହାଙ୍କ ଆଶ୍ରୟରେ ପିତାମହ ବ୍ରହ୍ମା ବିଶ୍ୱ ସର୍ଜନା କରୁଛନ୍ତି ସେ ସନ୍ତୁଷ୍ଟା ହେଲେ ବନ୍ଧ୍ୟା କୋଳରେ ଶିଶୁ ଖେଳିବା ଅସମ୍ଭବ ନୁହେଁ। ଦୀର୍ଘଦିନ ରାଣୀ ମାଳତୀ ବଶିଷ୍ଠଙ୍କ କଥିତାନୁସାରେ ସାବିତ୍ରୀଙ୍କ ଆରାଧନା କଲେ। କିନ୍ତୁ କୌଣସି ଫଳ ମିଳିଲା ନାହିଁ। ମହାସତୀ ଦର୍ଶନ ଦେଲେ ନାହିଁ ବନ୍ଧ୍ୟା ମାଳତୀକୁ। ନିବେଦିତ ତାର ଆଶା ଆକାଂକ୍ଷା ଆଶାରେହିଁ ରହିଗଲା। ଦେବୀ ସ୍ୱୟଂ ଆସିବା ତ ଦୂରର କଥା, ସ୍ୱପ୍ନରେ ବି କେବେ ଦେଖା ଦେଲେ ନାହିଁ। ବିଚରା ମାଳତୀ ମନରେ ପ୍ରଶ୍ନ ଜାଗିଲା କାହିଁକି? କାହିଁକି ଦେବୀ ତା'ପ୍ରତି ବିମୁଖ। କେହି ତାଙ୍କୁ ଆରାଧନା ନ କଲେ ମଧ୍ୟ ରାଜ୍ୟସାରା ସମସ୍ତେ ସନ୍ତାନବତୀ। ଧନୀ ଦରିଦ୍ର ତା ପାଖରେ ସର୍ବେ ସମାନ। ପୁଣି ସନ୍ତାନ ପ୍ରତିପାଳନେ ଅକ୍ଷମାଙ୍କ ନିକଟରେ ଅଧିକ। ମାତ୍ର ସେ କାହିଁକି ବଞ୍ଚିତା। ଦେବୀ ତା ପ୍ରତି କାହିଁକି ନିଗ୍ରହା। କଣ ରାଜରାଣୀ ବୋଲି 'ଦରିଦ୍ର ପସରା' ମନରୁ ଦୂରେଇ ଦେଉଛନ୍ତି? ରାଜରାଣୀର ଅହମିକା ତ ତାର ନାହିଁ। ରାଜ୍ୟର ସମସ୍ତ ସମ୍ପଦ ଏଡ଼ାଇ ସେ ଆଜି ସନ୍ନ୍ୟାସିନୀ। ଦେହମନ ସବୁ ତାଙ୍କ ପଦପ୍ରାନ୍ତେ ନିବେଦିତ କରି ସେ ଚାହୁଁଛି ସନ୍ତାନଟିଏ ଦିଅ-ହେଉ ପଛେ ସେ କନ୍ୟା, ମାତ୍ର ହୋଇଥିବ ତାଙ୍କରି ଭଳି ସତୀ ସାଧ୍ୱୀ। ଯୁଗ ଯୁଗ ଧରି ବିଶ୍ୱ ଗାଇବ ତାର ନିଷ୍ଠା, ମହତ୍ୱ। ସେ ହେବ ନାରୀମାନଙ୍କ ମଧ୍ୟରେ ଉତ୍ତମା। ତାଙ୍କରି ପ୍ରସାଦ ଠିକ୍ ତାଙ୍କରି ଭଳି। କିନ୍ତୁ କାହିଁ? ଯେତେ ନିଷ୍ଠାରେ ଯେତେ ହୃଦୟ ଖୋଲି ତାଙ୍କୁ ଡାକିଲେ ମଧ୍ୟ ସେ ନୀରବ। ପାର୍ବତ୍ୟ ଅରଣ୍ୟ ଭୂମିରେ ପ୍ରତିଧ୍ୱନୀ ଶୁଭୁଥାଏ ତାହା ମଧ୍ୟ ଏଠାରେ ନାହିଁ। ରାଣୀ ମାଳତୀଙ୍କର ବ୍ୟାକୁଳିତ ମନ ଆହୁରି ବ୍ୟାକୁଳ ହୋଇଉଠିଲା। ରାଜନବରର ଧବଳମୟ ଆବାସ ତାଙ୍କୁ ଶାନ୍ତି ଦେଇପାରିଲା ନାହିଁ ବରଂ କଣ୍ଟକିତ ବିକଟ ଜଙ୍ଗଲଠାରୁ ଆହୁରି ଦୁର୍ବିସହ ବୋଧ ହେଲା। ଦାସଦାସୀ ସଖୀ ପରିଜନଙ୍କ ମଧୁର ବାକ୍ୟ ବ୍ୟବହାର ତାଙ୍କୁ ଉପହାସ ଭଳି ଲାଗିଲା। ଅବଶେଷରେ ସେ ସ୍ଥିର କଲେ ରାଜନଅର ତ୍ୟାଗକରି ପୁଷ୍କରତୀର୍ଥ ଗମନ କରିବେ।। ରାଜନବରର କୋଳାହଳ ସେ ତୀର୍ଥରେ ନାହିଁ। ତେଣୁ ଦେବୀ ଆରାଧନା ସେଠାରେ ସହଜ। ଶତବର୍ଷ ଗତ ହୋଇଗଲା ମହାଦେବ ସାବିତ୍ରୀଙ୍କ ଆରାଧନାରେ। ରାଜା ରାଣୀଙ୍କର ପୂଜାର୍ଚ୍ଚନା ଜପତପ କୌଣସିରେ ଅବହେଳା ନାହିଁ। କିନ୍ତୁ ମହାଦେବୀ କାହାନ୍ତି? ସେଦିନ ରାଜା ପୂଜାର୍ଚ୍ଚନା ଶେଷକରି ଉପବେସନ କରିଛନ୍ତି ଚିନ୍ତାକୁଳ ହୋଇ, ଏକ ଶୂନ୍ୟବାଣୀ ତାଙ୍କ କର୍ଣ୍ଣ କୁହରରେ ପ୍ରବେଶ କଲା 'ଦଶଲକ୍ଷ ଗାୟତ୍ରୀ ମନ୍ତ୍ର ଜପକର'। ରୂପ ନାହିଁ, ରେଖ ନାହିଁ, କେବଳ ଶୂନ୍ୟବାଣୀ ଦଶଲକ୍ଷ ଗାୟତ୍ରୀ ମନ୍ତ୍ର ଜପକର। କାହାର କଣ୍ଠସ୍ୱର-ରାଜା ଯେତେ ମନେପକାଇଲେ ମଧ୍ୟ ସେ ସ୍ୱର କାହାର ତାହା ତାଙ୍କ ଅଗୋଚରରେ ରହିଗଲା। ଗାୟତ୍ରୀ! ବେଦର ସେହି ମହାମନ୍ତ୍ର ଗାୟତ୍ରୀ। ମହର୍ଷି ବିଶ୍ୱାମିତ୍ରଙ୍କ ଶ୍ରେଷ୍ଠକୃତି ଗାୟତ୍ରୀ ମନ୍ତ୍ର। ଯାହାର ସ୍ମରଣରେ ଅଜ୍ଞାନ ତିମିର ବିଦୂରିତ ହୁଏ। ସେହି ମନ୍ତ୍ର ଜପକଲେ ସାବିତ୍ରୀଙ୍କର ଦର୍ଶନ ମିଳିବ। ଚମତ୍କୃତ ହେଲେ ମହାରାଜା ଅଶ୍ୱପତି। ମହାରାଜା ଗାଧିଙ୍କ ପୁତ୍ର ବିଶ୍ୱାମିତ୍ର। ଜାତିରେ କ୍ଷତ୍ରିୟ ହେଲେ ମଧ୍ୟ ସାଧନାଦ୍ୱାରା ଜ୍ଞାନାଲୋକରେ ଉଦ୍ଭାଷିତ ହେଲେ। ବଶିଷ୍ଠଙ୍କ ଭଳି ମହାନ୍ ବ୍ରହ୍ମର୍ଷି ତାଙ୍କୁ ନିଜ ଆସନରେ ବସାଇବାକୁ କୁଣ୍ଠାବୋଧ କଲେ ନାହିଁ। ତାଙ୍କର ଅସମ୍ଭବ ଶକ୍ତି। ବିଶ୍ୱର ଯେ କୌଣସି ଅସମ୍ଭବକୁ ସମ୍ଭବ କରିବା ପାଇଁ ସତେ ଯେପରି ତାଙ୍କର ଜନ୍ମ।